ହଇଜା ରୋଗୀଙ୍କ ସେବା କରିବା ପାଇଁ ଆଁ ଅଣ୍ଟାଭିଡି ବାହାରି ପଡ଼ିଲେ। ତାଙ୍କ ଦେଖାଦେଖି ଆଉ କେତେକ ସ୍କୁଲପିଲା ମଧ୍ୟ କାମରେ ଲାଗିଗଲେ। ହରିହର ସେମାନଙ୍କ ନେତା ହେଲେ। ପିଲାମାନେ ଚାରିଆଡ଼େ ବୁଲିଲେ। କେଉଁଠାରେ ହଇଜାରୋଗୀ ପଡ଼ିଥିବାର ଦେଖିଲେ, ସେମାନଙ୍କର ସେବା କଲେ। ରୋଗୀଙ୍କ ଝାଡ଼ାବାନ୍ତି ସଫା କରିଦେଲେ, ତାଙ୍କ ଲୁଗାପଟା ବଦଳାଇଦେଲେ। ରୋଗୀଙ୍କୁ ଉଠାଇ ଡାକ୍ତରଖାନାକୁ ନେଲେ। ଔଷଧ ଆଣି ଦେଲେ, ପଥି ବାନ୍ଧି ଖୁଆଇଲେ। ପି ପିଲାମାନେ ରାତିଦିନ ଲାଗି ଏପରି ସେବା କଲେ ଯେ, ନିଜର ମା ଭଉଣୀ, ବାପା ଭାଇ ବି ସେପରି ସେବା କରିବେ ନାହିଁ। ଲୋକେ ଯେ ଅଣହେଳା ହୋଇ ମରୁଥିଲେ, ତାହା କମିଗଲା। ବହୁ ରୋଗୀ ଭଲ ହେଲେ। ପିଲାମାନଙ୍କୁ ଧନ୍ୟ ଧନ୍ୟ କହିଲେ, ଆଶୀର୍ବାଦ କଲେ।ପୁରୀରେ ବାର ମାସରେ ତେର ପର୍ବ ଲାଗି ରହିଥାଏ। ପ୍ରତିଦିନ ବାହାରୁ ବହୁତ ଲୋକ ଜଗନ୍ନାଥ ଦର୍ଶନକୁ ଆସନ୍ତି, ଏପରି ରୋଗ ବେମାରିରେ ପଡ଼ନ୍ତି। ହରିହର ଓ ତାଙ୍କ ସାଙ୍ଗ ପିଲା ଖୋଜି ଖୋଜି ସେମାନଙ୍କ ସେବା କରନ୍ତି। ବାହାରେ ସବୁବେଳେ କାମ କରୁଥିଲେ ମଧ୍ୟ ସେ ପାଠ ପଢିବା ରେ କେବେ ହେଳା କରୁ ନ ଥିଲେ। ସବୁ ବର୍ଷ କ୍ଲାସରେ ସେ ପ୍ରଥମ ହେଉଥିଲେ। ବହୁତ ପୁରସ୍କାର ପାଉଥିଲେ। ଏପରି କି କୁସ୍ତି କସରତରେ ମଧ୍ୟ ସେ ଖୁବ୍ ନାମ କରିଥିଲେ, ସେଥିପାଇଁ ପ୍ରଶଂସା ପାଉଥିଲେ। ଶେଷରେ ପ୍ରବେଶିକା ପରୀକ୍ଷା ଦେଲେ; ସେଥିରେ ବୃତ୍ତି ପାଇଲେ।ଗୁଣୀକୁ ଗୁଣୀ ଚିହ୍ନେ ପ୍ରବେଶିକା ପରୀକ୍ଷାରେ ବୃତ୍ତି ପାଇ ହରିହର କଟକ ଆସିଲେ। ରେଭେନ୍ସା କଲେଜରେ ଏଫ. ଏ. ପଢ଼ିଲେ। ହରିଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହିତ ତାଙ୍କର ମିଳନ ହେଲା। ଗୁଣୀକୁ ଗୁଣୀ ଚିହ୍ନେ। ଗୋପବନ୍ଧୁ ହରିହରଙ୍କୁ ଦେଖିଲା ଦେଖିଲାକ୍ଷଣି ଜାଣିଗଲେ ଯେ, ଏ ଗୋଟିଏ ଖାଣ୍ଟି ସୁନା। ହରିହର ମଧ୍ୟ ଗୋପବନ୍ଧୁଙ୍କୁ ଗୁରୁ ବୋଲି ମନେ କଲେ। ଆଗୁରୁ ତ ଖୁ ଦୁଃଖୀ ଦରିଦ୍ର, ରୋଗୀଶୋଷୀଙ୍କ ସେବା କରିବା ଝୁଙ୍କ ତାଙ୍କର ଥିଲା। ଗୋପବନ୍ଧୁଙ୍କ ଠାରୁ ଶିକ୍ଷା ପାଇ ବେଶୀ ଜୋରେ ସେ କାମରେ ଲାଗି ପଡ଼ିଲେ। କେଉଁଠି ବଢ଼ିରେ ଗାଁ ଗଣ୍ଡା ଭାସିଗଲା, କେଉଁଠି ଦୁର୍ଭିକ୍ଷ ଯୋଗୁଁ ଲୋକେ ଖାଇବାକୁ ପାଉନାହାନ୍ତି, ଏ ସବୁ ଖବର ପାଇଲାକ୍ଷଣି ଗୋପବନ୍ଧୁ ଓ ହରିହର ସେଠାକୁ ଦଉଡ଼ିଲେ। ଅଜଣା ଅଶୁଣା ଅଞ୍ଚଳରେ ଯାଇ ଲୋକଙ୍କୁ ବିପଦରୁ ଉଦ୍ଧାର କଲେ। ନିଜ ଖିଆପିଆ ଭୁଲିଲେ, ଝଡ଼ବର୍ଷା, ଖରାକାକରରେ କଷ୍ଟ ପାଇଲେ, ଅ ଅପନ୍ତରା ମଶାଣିରେ ବୁଲିଲେ। ଦୁଃଖୀଲୋକଙ୍କ ଦୁଃଖ ଘୁଞ୍ଚାଇବା ହେଲା ତାଙ୍କର ପ୍ରଧାନ ବ୍ରତ।ଦୁଇ ବର୍ଷ ପରେ ହରିହର ଏଫ. ଏ. ପାସ୍ କଲେ। ତା’ ପରେ କଲିକତା ଯାଇ ଓକିଲାତି ପଢ଼ିଲେ। କିନ୍ତୁ ଓକିଲାତି ପଢ଼ିବାକୁ ତାଙ୍କର ମନ ହେଲା ନାହିଁ। ମିଛ ନ କହିଲେ, ଅନ୍ୟାୟ ବାଟରେ ନ ଚାଲିଲେ ଓକିଲାତିରେ ପଇସା ମିଳିବ ନାହିଁ। ଏହା ଜାଣି ସେ ଆସି ସ୍କୁଲ ମାଷ୍ଟର ହେଲେ। ସେ ସମୟରେ ତାଙ୍କ ପରି ବଡ଼ ଗଣିତ ମାଷ୍ଟର ଆଉ କେହି ନ ଥିଲେ। ତେଣୁ ସବୁ ସ୍କୁଲରୁ ତାଙ୍କୁ ଡାକରା ଆସିଲା। କଟକର ପ୍ୟାରୀମୋହନ ଏକାଡେମୀରେ ସେ ପାଞ୍ଚ ବର୍ଷ ରହିଥିଲେ। ସେହି ବୟ ସମୟରେ ତାଙ୍କ ବାପା ମହାଦେବ ବ୍ରହ୍ମା ମରିଗଲେ। ହରିହରଙ୍କର ଘରେ ଯାହା ଟିକିଏ ବନ୍ଧନ ଥିଲା, ତାହା ତୁଟିଗଲା। ଏଣିକି ସେ ଦେଶକାମରେ ପୁରାଦ୍ରମେ ଲାଗିପଡ଼ିଲେ।କାକଟପୁର ଅଞ୍ଚଳରେ ବଡ଼ ଦୁର୍ଭିକ୍ଷ ପଡ଼ିଲା। ଖାଇବାକୁ ନ ପାଇ ଲୋକେ ଛଟପଟ ହେଲେ। ବହୁ ଲୋକ ଗାଁ, ଘର, ପିଲା କୁଟୁମ୍ବ ଛାଡ଼ି କିଏ କୁଆଡ଼େ ପଳାଇଗଲେ। ଅନେକ ମଲେ, କେତେକ ଗାଁ ଗାଁ ବୁଲି ଭିକ ମାଗିଲେ। ଏ ଖବର ପାଇ ହରିହର...